ଅପରାଜିତାଙ୍କ ଭାବବିଭୋର ଆଖିଯୋଡ଼ିକ ଲାଖିଗଲା ଗୋଟିଏ ଫିକାନୀଳ ଖାମ୍ ଉପରେ। ପଚାରିଲେ ସେଇ, ସେଇ ନୀଳ ଚିଠିଟା କାହାର ? କାହାପାଖରୁ ଆସିଛି ସେଇଟି। ଦିବ୍ୟେନ୍ଦୁ କ'ଣ ଭାବିଲା ପରି ଟିକିଏ ରହିଗଲେ। ତାପରେ କହିଲେ, ଏଇଟି ବୋଧହୁଏ ଆସିଛି ବୋହୂ ପାଖରୁ। ମାନେ ଏଟା ମନୁର। ' ଓ, କହି, ତନୁ ଚିଠିଆଡ଼େ ହାତ ବଢ଼ାଇଲେ ଅପରାଜିତା। ଯିଏ ଯେଉଁଠି ଅଛନ୍ତି, ସମସ୍ତେ ଭଲ ଅଛନ୍ତି। ସମସ୍ତେ ଭଲ ଥାଆନ୍ତୁ। ବୋଉ ! ଏଁ ଚମକିଉଠିଲେ ଅପରାଜିତା। ଭାବନାରେ ତାଙ୍କର ଛେଦ ପଡ଼ିଲା। ପୁଅର ମୁହଁକୁ ଚାହିଁ ମନ ତାଙ୍କର ବିକଳି ଉଠିଲା। କହିଲେ କ'ଣ କିରେ! ତୋ ମୁହଁ ଏତେ ଶୁଖିଲା ଦିଶୁଛି କାହିଁକି? ଦେହ କ'ଣ ତୋର ଭଲ ନାହିଁ? ନା,ତୋତେ କ'ଣ ଭୋକ କଲାଣି। କରୁଣ ହସିଲେ ମନୋରଞ୍ଜନ, କହିଲେ ଟିକକରେ ତୁମେ ଏତେ ବ୍ୟସ୍ତ ହୋଇପଡ଼ୁଛ କାହିଁକି ବୋଉ। ହଁ, ମୋତେ ଖୁବ୍ ଭୋକ ଲାଗୁଛି। ବାପା କୁଆଡ଼େ ଗଲେ, ମୋତେ ଭାତ ଦିଅ। ତରତର ହୋଇ ଉଠିଗଲେ ଜିତା ରୋଷେଇ ଘରକୁ। ଖାଇବସିଲେ ବାପ, ପୁଅ। ଜିତା ଖାଇବା ପାଇଁ ରୋଷେଇ ଘରେ ପଶିଲାବେଳକୁ ପୁଅ ଡାକରେ ଫେରି ଚାହିଁ ଠିଆହେଲେ। ପଚାରିଲା ଆଖିରେ ଚାହିଁଲେ ସେ ପୁଅର ମୁହଁକୁ। ହାତ ଘଡ଼ିକୁ ଚାହିଁଲେ ମନୋରଞ୍ଜନ। କହିଲେ ବୋଉ ଏଇକ୍ଷଣି ଠିକ୍ ଗୋଟେ ବାଜିଛି। ମୁଁ ଯାଉଛି ଟିକେ ଶୋଇପଡ଼ିବି। ତୁମେ ମତେ ଠିକ୍ ତିନିଟାରେ ଉଠାଇଦେବ। ଚୌଧୁରୀ ମଉସାଙ୍କୁ ଭାରି ଜ୍ୱର। ଠିକ୍ ସମୟରେ ଯାଇ ତାଙ୍କୁ ଟିକିଏ ଔଷଧ ଖୁଆଇବାକୁ ପଡ଼ିବ। ବେଦନାଯିତ କଣ୍ଠରେ ଅପରାଜିତା କହିଲେ ଆହା! ପଛପଟେ ଚେୟାରରେ ବସି ଦିବ୍ୟେନ୍ଦୁ ତଉଲିଆରେ ହାତ ପୋଛୁଥିଲେ, କହିଲେ ଜ୍ୱର ପୁଣି କାହିଁକି ହେଲାରେ? ବଡ଼ କଷ୍ଟ ପାଇଲେ ସିଏ। ଏତେ କରି କହିଲି, ମୋ କଥାରେ ଆଦୌ କାନ ଦେଲେନି। ଏତେ ତାଙ୍କର ଆପଣାର ଜନ ଥାଉ ଥାଉ ଆଜି ସିଏ କେଡ଼େ ନିଃସହାୟ ହୋଇପଡ଼ିଛନ୍ତି। ଛାଡ଼ ତାଙ୍କ ଭାଗ୍ୟ। ଆଚ୍ଛା ଜିତା ଚାଲ ତାହେଲେ ଆଜି ଯାଇ ତାଙ୍କୁ ଟିକିଏ ଦେଖିଆସିବା। ଜିତା ସମ୍ମତି ଜଣାଇ ଚାଲିଗଲେ ରୋଷେଇ ଘରଆଡ଼େ। ଦିବ୍ୟେନ୍ଦୁ ଗଳାରେ ଉଦ୍ବେଗ ଭରି ପଚାରିଲେ ଚୌଧୁରୀଙ୍କୁ ଖୁବ୍ ବେଶୀ ହୋଇଛି ଜ୍ୱରଟା ନୁହେଁରେ? ତୁ ତାଙ୍କ ଘରୁ ପଳାଇ ଆସିଲାବେଳେ ସେ କ'ଣ କରୁଥିଲେ? ଉଦାସ କଣ୍ଠରେ ମନୋରଞ୍ଜନ କହିଲେ କ'ଣ ଆଉ କରିବେ ଜ୍ୱରରେ ତ ଆଖିଫିଟୁନି। ଆଉ କେତେଟା ଦିନ ଯେ, ଏଥର ନିଶ୍ଚୟ ସେ ଚାଲିଯିବେ। କାଲି ସନ୍ଧ୍ୟାରେ ଯେତେବେଳେ ସେଠାରେ ଯାଇ ପହଞ୍ଚିଲି ସେତେବେଳେ ସେ ଶୋଇ ରହିଥିଲେ। ଦେହରେ ହାତ ଦେଇ ଡାକିଲି। ସେ ସାଙ୍ଗେ ସାଙ୍ଗେ ଉଠି ବସି କ୍ରୋଧରେ କମ୍ପିବାକୁ ଲାଗିଲେ। କହିଲେ କିଏ, ଯେ ତୁମେ? କାହିଁକି ଆସିଛ ଏ ଘରକୁ? ତୁମେ ଆସିଲାରୁ ମୋ ପାଖରୁ ଛାୟା ଉଠିଯିବାକୁ ବାଧ୍ୟହେଲା। ଗଲାବେଳେ, ହେଇ ଦେଖ ତାଙ୍କ ଜୁଡ଼ରୁ ଖସିପଡ଼ିଛି ସେଇ ଶୁଖିଲା ମଲ୍ଲୀମାଳଟା। ମୁଣ୍ଡରେ ଟିକିଏ ତେଲ ଦେଉନାହାନ୍ତି କି, ତଟକା ମାଳିଟାଏ ପିନ୍ଧୁନାହାନ୍ତି। କେତେ କରି କହୁଛି, ସେ ମୋଟେ ମୋ କଥା ଶୁଣୁନାହାନ୍ତି। ସେ କହୁଛନ୍ତି ମୁଁ ତାଙ୍କ ପାଖକୁ ଗଲେ ସେ ମୋ କଥା ରଖିବେ। ମୁଁ ତ ଏଇକ୍ଷଣି ତାଙ୍କ ସାଙ୍ଗରେ ଯାଇଥାନ୍ତି। ତୁମେ କାହିଁକି ଏତେବେଳେ ଏ ଘରେ ପଶିଲ? କିଏ ସେ ତୁମେ? ସେ ତ ଚାଲିଗଲେ, ମୁଁ କାହା ସାଙ୍ଗରେ ଯିବି? ଅଫୁରନ୍ତ ତାତି ତାଙ୍କୁ ବାଉଳା ବକାଉଛି। ସେତିକିବେଳେ ମୁଁ କହିଉଠିଥିଲି ମଉସା, ମୁଁ ପରା ବୁଲୁ। ନିଦରୁ ଉଠିଲାପରି ମଉସା ଚମକିଉଠିଥିଲେ। ସେ ତାଙ୍କର ନିଷ୍ପ୍ରଭ ଆଖିଦୁଇଟି ତୋଳି କ୍ଷଣେ ଚାହିଁଥିଲେ ମୋ ମୁହଁକୁ। କହିଥିଲେ ତୁମେ, ବୁଲୁ, ବୁଲୁ ନା ତୁମେ? ଦେଖ ତ ଜ୍ୱରଟା କାହିଁକି ଛାଡ଼ୁନି ମୋତେ? ମୋତେ କିନ୍ତୁ ଖୁବ୍ କଷ୍ଟ ହେଉଛି। କେତେଟା ବାଜିଲା? ଭୀମ କୁଆଡ଼େ ଗଲା? ଅଳକା କ'ଣ ଚିଠି ଦେଇଛି? ମନରେ ଅଜସ୍ର ପ୍ରଶ୍ନ ନେଇ ତାଙ୍କର ହୋସ୍ ଫେରିଲା। ସେ ଆଉ ବଞ୍ଚିବେନି। ତାଙ୍କ ଜୀବନ ଦୀପର ଜ୍ୱଳନ୍ତ ଶିଖାଟା ଆସ୍ତେ ଆସ୍ତେ ଲିଭି ଆସିଲାଣି। ନାଇଁ ଆଉ ସେ ବଞ୍ଚିବେନି। ଆଖିରୁ ଲୁହ ପୋଛି ଅନ୍ୟଆଡ଼େ ଚାଲିଗଲେ ଡାକ୍ତର ମନୋରଞ୍ଜନ।